ବହି କିଣିଲା ଲୋକ ମଧ୍ୟ ରାଜି ନୁହେଁ। ବହି ଲେଖିବା ଲୋକ ରାଜି ନୁହେଁ। ତେବେ ରାଜି କିଏ? ଯେଉଁମାନଙ୍କର ଆଜି କିଛି ନାହିଁ-ହୋଇପାରି ନାହାନ୍ତି ଅବା ହେବେ ମଧ୍ୟ ନାହିଁ-ସେହି ଅଗଣିତ ସଚେତନ ଶିକ୍ଷିତ ପାଠକ ସଂପ୍ରଦାୟରୁ ଜଣେ ମୁଣ୍ଡ ଟେକୁଛନ୍ତି, ସେମାନେ ବେଳେବେଳେ ତାଙ୍କର ସ୍ପଷ୍ଟ ମତ ଦେଇ ପାରୁଛନ୍ତି। ଚିହ୍ନା ଲୋକଙ୍କ ଭିତରୁ ପାଞ୍ଚଜଣଙ୍କର ନାମ ଦେବାକୁ କହିଲେ କହିହେବ ଯେ-ବାବୁ ପ୍ରଦ୍ୟୁମ୍ନ ବଳ, ବାବୁ ଅନ୍ନଦା ପ୍ରସାଦ ରାୟ, ବାବୁ ସଦାଶିବ ଦାସ, ବାବୁ ଅଚ୍ୟୁତାନନ୍ଦ କର ଓ ବାବୁ ରବି ମହାପାତ୍ର ପ୍ରମୁଖ। କିନ୍ତୁ ପ୍ରତ୍ୟେକଙ୍କର ଗୋଟିଏ ଅସୁବିଧା ରହୁଛି। ସେଇଟା ହେଲା କ'ଣ କରି ସେମାନେ ନୂଆ ଓ ପୁରୁଣାଙ୍କର ସମନ୍ନୟ କରି ଉଭୟ କ୍ଷେତ୍ରରୁ ବାଳୁଙ୍ଗା ବାଛି କେତେକଙ୍କୁ ଆଣି ଠିଆ କରାଇବେ। ଏଇଟା ସବୁ ପ୍ରକାରର ସଙ୍ଗଠନର ଗୋଟିଏ ବଡ଼ ଅସୁବିଧା। ତେଣୁ ସଂଖ୍ୟାଗରିଷ୍ଠ ନକଲି ପାଖରେ ସେମାନେ ସଂଖ୍ୟାଲଘୁ ହୋଇ ଯାଉଛନ୍ତି। ଏଣେ ରାଜନୀତିର ସୁଲଭ କଥା ଚାଲୁଛି ଓଡ଼ିଆ ସାହିତ୍ୟରେ। ଦୁର୍ନୀତି ଦୂର କର-ପ୍ରଥମ ଶ୍ରେଣୀର କର୍ମଚାରୀଙ୍କର ପରିସରୁ। ଚତୁର୍ଥ ଶ୍ରେଣୀର କର୍ମଚାରୀଙ୍କର ଦୁର୍ନୀତିକୁ ଆଖି ବୁଜି ଦିଅ। ସେମିତି ଏବେ କଥା ହେଉଛି ଯେ ନୂଆଭୂଆଙ୍କୁ ଛାଡ଼ିଦିଅ। ପୁରୁଣା ମୂଷାଙ୍କୁ ଧର। ଆଗେ ପରୀକ୍ଷାର ନୀତି ଓଲଟା-ପୁରୁଣା ମୂଷାଙ୍କୁ ଛାଡ଼ିଦିଅ। ନୂଆଭୂଆଙ୍କୁ କଷି କଷଟି କରି ନିଅ। ତେଣୁ ସାହିତ୍ୟରୁ ବାଧା ଦୂର କରିବାକୁ ନୂଆପୁରୁଣାର ଭେଦ ନ ରଖି ସମସ୍ତଙ୍କ ପ୍ରତି ଏକା ମାପ ଚଳାଇବା ଉଚିତ୍। ଏଥିରେ ତରୁଣମାନେ ଏକମତ ନୁହନ୍ତି। ସେମାନେ ଚାହୁଁଛନ୍ତି ସ୍ୱୀକୃତି-ଅର୍ଥାତ୍ କଲେଜ ଡିଗ୍ରି ପରି ଗୋଟାଏ ଚିହ୍ନ। ସେଇଠୁ ପାଟି କରୁଛନ୍ତି-ମୁଁ ଅମୁକ ଜାଗାର ଅମୁକ ଲୋକ। ବହୁତ ଲେଖିଲାଣି। ମତେ ଗ୍ରହଣ କରି ନିଆଯାଉ। ଏହି ଦୃଷ୍ଟିକୋଣରୁ ବିଚାର କରିବାକୁ ଯାଇ ଆମେ ସମସ୍ତେ ମୋର ଦଳର ବା ମୋର ଜିଲାର ପାଞ୍ଚଜଣଙ୍କୁ ନେଉ ନେଉ ସାହିତ୍ୟ ଗୋଟାଏ ବିଚିତ୍ର ଖତଗଦା ଅବା ପଙ୍କଭରା ପୋଖରୀ ହେଇଯାଉଛି। ସେଇଠୁ ଆମେ ପାଟି କରୁଛୁ କାଢ଼, ବାଛ, ବାହାର କର। ଏହି କାମ କରିବ କିଏ? ଆଉ ଯିବ। ମଧ୍ୟ କିଏ? ଘର ଭିତରୁ ବେଙ୍ଗ, ଚୁଚୁନ୍ଦ୍ରା, କୁକୁର, ବିଲେଇ, ଚଟିଆ, ଓଡ଼ଶ କେହି ବାହାରୁ ନାହାନ୍ତି। କାହାରିକୁ ମଧ୍ୟ ବାହାର କରିବା ସମ୍ଭବ ନୁହେଁ। ଯିଏ ବସା ବାନ୍ଧିଲା ତାହାର ସେଠି ହକିୟତ ଆସିଗଲା। ଓଡ଼ିଆ ସାହିତ୍ୟ ବା ଯେ କୌଣସି ସମୁଦ୍ରରେ କିଏ କାହାକୁ ବାଧା ଦବ? କିଏ କାହାକୁ ବାହାର କରିପାରିବ? ତେବେ ପ୍ରକୃତ ସମାଧାନ ହେଉଛି ପ୍ରତ୍ୟେକ ଶ୍ରେଣୀର ଲେଖକ ଓ ତାଙ୍କର ସାହିତ୍ୟ କୃତିକୁ ଉତ୍ସାହ ଦିଆଯାଉ। ଦୈନିକ ପ୍ରଜାତନ୍ତ୍ର, ମାତୃଭୂମି ଓ ସ୍ୱରାଜ୍ୟ ପତ୍ରିକା ମାନେ ଏହି କାର୍ଯ୍ୟ କରୁଛନ୍ତି। ସେମାନଙ୍କର କଲମନବିଶ୍ମାନଙ୍କୁ ଦେଉଥିବା ଉତ୍ସାହ ଦ୍ୱାରା ସାହିତ୍ୟିକ ସୃଷ୍ଟି ହେଉଛନ୍ତି-। ସଅଳ ଉଛୁରରେ ସେମାନେ କହିପାରୁଛନ୍ତି ତ ଦିନେ ଲେଖୁଥିଲେ ବୋଲି। ପ୍ରତ୍ୟେକ ଶ୍ରେଣୀର ସାହିତ୍ୟର ସମଜଦାର ଅଛନ୍ତି, ପ୍ରତ୍ୟେକ ସାହିତ୍ୟିକର କିଛି ବିଶେଷ ଆଗ୍ରହୀ ପାଠକ ଅଛନ୍ତି। ସାହିତ୍ୟ ଦୃଷ୍ଟିରୁ ନ ହେଲେ ମଧ୍ୟ ପାଠକଙ୍କର ଆଗ୍ରହ ଓ ସହଯୋଗର ଦୃଷ୍ଟିକୋଣରୁ ଆମ ମତରେ ନିରସ ଓ ନିକୃଷ୍ଟ ସାହିତ୍ୟକୁ ମଧ୍ୟ ଉତ୍ସାହ ଦେବା ଦରକାର। କେହି କାହାର ମତ ନେଇ ଲେଖାଲେଖି କରୁନାହିଁ। କିନ୍ତୁ ଅନଗ୍ରସର ସାହିତ୍ୟ ସମାଜରେ ଭଲ ଓ ଖରାପର ଭେଦ ନ ରଖିବା ଶ୍ରେୟସ୍କର। ଆମେ ଯାହାକୁ